ସମୟ ବିତୁଥିଲା ଓ କ୍ରମେ ଲୋକମାନେ ବିକ୍ରମବାବୁଙ୍କୁ ଭୁଲି ଯାଉଥିଲେ। ସେ ଆଉ ଗାଁକୁ ଆସୁ ନଥିଲେ କିମ୍ବା ତାଙ୍କର ବହୁଚର୍ଚ୍ଚିତ 'ଫାର୍ମହାଉସ୍'ରେ ରାତ୍ରିଯାପନ କରୁ ନଥିଲେ। ଖବରକାଗଜରେ ତାଙ୍କ ବିବୃତି ବାହାରୁ ନଥିଲା। ଆମକୁ ଲାଗୁଥିଲା ବିକ୍ରମ ରାଉତରାୟ ରାଜନୀତିରୁ ସନ୍ନ୍ୟାସ ନେଇ କୁଆଡ଼େ ଚାଲିଗଲେଣି।କିନ୍ତୁ ନିରାକାର ମହାପାତ୍ର ସୁଦ୍ଧା ମଧୁପୁରକୁ ଆସୁ ନଥିଲେ। ମନ୍ତ୍ରୀମଣ୍ଡଳ ଦ୍ୱିତୀୟ ଥର ପାଇଁ ସମ୍ପ୍ରସାରିତ ହୋଇସାରିଥିଲା ଓ ମଧୁପୁର ପାଖ ବିଜୟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତ୍ରିବିକ୍ରମ ପଟ୍ଟନାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ନିରାକାର ମହାପାତ୍ରଙ୍କ ମନ୍ତ୍ରୀତ୍ୱ ନେଇ ଆମ ମନରେ ଥିବା ଆଶା ମଉଳି ଯାଇଥିଲା।"ଯୁଗ ଯାହା ହେଲାଣି, ଏଥିରେ ତୁଚ୍ଛା ଏମ୍.ଏଲ୍.ଏ. ଜଣେ କ'ଣ ବା କରି ପାରିବ?" ଆକୁଳାନନ୍ଦ ବାବୁ ବେଳେବେଳେ ନିରାକାର ବାବୁଙ୍କ ତରଫରୁ ମନ୍ତବ୍ୟ ଦେଉଥିଲେ।ଆମେ କହୁଥିଲୁ, "ଏମ୍.ଏଲ୍.ଏ. ଚାହିଁଲେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଅନେକ କାମ କରି ପାରିବେ। ମନ୍ତ୍ରୀ ହେଲେ ସେ ପୂରା ରାଜ୍ୟର ସମସ୍ୟା ନେଇ ଏତେ ବ୍ୟସ୍ତ ରହିବେ ଯେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ କଥା ବୁଝିବା ପାଇଁ ଆଦୌ ସମୟ ପାଇବେ ନାହିଁ।" ମାତ୍ର ନିରାକାର ମହାପାତ୍ର ବୁଝୁ ନଥିଲେ।ଏହା ଭିତରେ ତାଙ୍କ ଦଳ ଭିତରେ ଅସନ୍ତୁଷ୍ଟ ଗୋଷ୍ଠୀ ମୁଣ୍ଡ ଟେକି ସାରିଥିଲା ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବରାବର ଚାପ ପକାଉଥିବା କଥା ଖବରକାଗଜମାନଙ୍କରେ ପ୍ରକାଶ ପାଉଥିଲା। ନିରାକାର ମହାପାତ୍ର ସେଇ ଅସନ୍ତୁଷ୍ଟ ଗୋଷ୍ଠୀରେ ସାମିଲ ହୋଇଯାଇଥିବାରୁ ଆମର ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ଯୋଜନା ମଞ୍ଜୁରି ପାଉ ନଥିଲା।ଆମେମାନେ ପଚାରିଲୁ, "ହଳଦୀଗୁଣ୍ଡ କେନାଲ କଥା କାହିଁ?""ରାଇପୁର ସ୍କୁଲ ଭାଙ୍ଗି ଯାଇଛି। ମରାମତି ହେବ ନା ନାହିଁ?""ଆମ ଗାଁକୁ କ'ଣ ବିଜୁଳି ଲାଇନ୍ ଆସିବ ନାହିଁ?" "ଲୁଣାବନ୍ଧ ମରାମତି ନହେଲେ ଆମ ଗାଁ ଭାସି ଯିବ। ସେକଥା କିଏ ବୁଝିବ?"ସୁଦର୍ଶନ ବେହେରା ଥିଲେ ନିରାକାର ମହାପାତ୍ରଙ୍କ ନିର୍ବାଚନ ଏଜେଣ୍ଟ୍। ସେ ଆମର ସ୍କୁଲର ବାର୍ଷିକ ଉତ୍ସବକୁ ଆସିଲେ ଓ କହିଲେ, "ଏ ସରକାର ଛଅ ମାସ ଭିତରେ ଭାଙ୍ଗି ଯିବ। ଉପମୁଖ୍ୟମନ୍ତ୍ରୀ ମାନସିଂହଙ୍କ ପଟକୁ ପଚାଶ ବିଧାୟକ ଢଳି ସାରିଲେଣି। ଦଶହରା ଡେଇଁ ନଥିବ, ଦେଖିବ ସରକାର ଗଡ଼ିସାରିଥିବ। ନୂଆ 'ମିନିଷ୍ଟ୍ରୀ'ରେ ନିରାକାର ବାବୁ ହେବେ ଇରିଗେସନ୍ ମିନିଷ୍ଟର। ଦେଖିବେ, କେମିତି କାମ ଧାଏଁ ଧାଏଁ ଚାଲିବ। ଏ ଅଞ୍ଚଳର ଭାଗ୍ୟ ଖୋଲି ଯିବ।" ମୁଁ ତାଙ୍କ ମୁହଁକୁ ଚାହିଁଲି। ତାଙ୍କ ମୁହଁରେ ବିଶ୍ୱାସର ଜ୍ୟୋତି ଚକ୍ ଚକ୍ କରୁଥିଲା। ମୁଁ କହିଲି, "ଆମ ଗାଁରେ କଣ୍ଟ୍ରୋଲ ଜିନିଷ ମିଳୁନାହିଁ, ଟିକିଏ ଚେଷ୍ଟା କରନ୍ତେ ନାହିଁ?" ସୁଦର୍ଶନ ବେହେରା ହସିଲେ। କାଳିଆ ହୋଇ ଗେଡ଼ା ମଣିଷଟେ। ସବୁବେଳେ ପାନ ଚୋବାନ୍ତି। ଓଠ ନାଲି, ଦାନ୍ତ ସବୁ କଳା। ଲୋକମାନଙ୍କୁ ଶୁଣେଇ ଶୁଣେଇ କହିଲେ, "ଦେଖ ଏ ବାବୁଙ୍କୁ, ଯାହା ହେଲେ ମାଷ୍ଟରିଆ ବୁଦ୍ଧି! ମୁଁ ମିନିଷ୍ଟ୍ରୀ କଥା କହୁଛି, ସେ କହୁଛନ୍ତି କଣ୍ଟ୍ରୋଲ ଡିଲର କଥା!" ମୋତେ ବଡ଼ ଲାଜ ଲାଗିଲା। କେତେ ସଂକୀର୍ଣ୍ଣ ମଣିଷ ମୁଁ ସତରେ! ରାଜ୍ୟର ସ୍ୱାର୍ଥ ଆଗରେ ଆମର ଏଇ ଛୋଟ ଛୋଟ ସମସ୍ୟା କ'ଣ ପ୍ରକୃତରେ ତୁଚ୍ଛ ନୁହେଁ! ମୁଁ ମୁଣ୍ଡ ତଳକୁ କରି ଚାଲି ଆସିଲି। କେବଳ ବନ୍ୟା ଓ ଘରପୋଡି ଘରପୋଡ଼ି ପରି ବିପତ୍ତିକୁ ବାଦ୍ ଦେଲେ ମଧୁପୁର କଥା ପ୍ରାୟତଃ ଖବରକାଗଜରେ କିଛି ବାହାରେ ନାହିଁ। ସେଭଳି କିଛି ଘଟଣା ଆମ ଅଞ୍ଚଳରେ ଘଟେ ନାହିଁ, ତେଣୁ ଖବରକାଗଜଗୁଡ଼ିକୁ ଦୋଷ ଦେଇ ଲାଭ ନାହିଁ। ମାତ୍ର ହଠାତ୍ ଆମ ଗାଁ ନାଁ ସବୁ ଖବରକାଗଜର ପ୍ରଥମ ପୃଷ୍ଠାମାନଙ୍କରେ ବାହାରିଲା, ଏପରିକି ଇଂରାଜୀ କାଗଜରେ ମଧ୍ୟ। ଆମେମାନେ ନିଜ ନିଜ କାମ...